ଫାଦ୍ରୀ ଫାଦର ମାକେଞ୍ଜିଙ୍କୁ ପିସ୍ତଲରେ ଗୁଳି କରି ମାରି ପକେଇଚି ମାଶାଙ୍ଗ। ପୁଲିସ ଏଇ ଆଡ଼କୁ ଆସୁଚି। ଆଉ ଡ଼େରି କଲେ ଚଳିବ ନାହିଁ। –ଏଇ ଆସ୍ଥାନର ଖବର ପୁଲିସ ପାଇଲେ କିମିତି? –ଯେଉଁସବୁ ସର୍ଦ୍ଦାରମାନେ ଏଠାକୁ ଆସନ୍ତି, ସେହିମାନେ କହି ଦେଇଥିବେ। ସମସ୍ତେ ଚାଲିଗଲେ। ଏକାକିମନୀ ଗାଇଦିଲିଓ। ମାଶାଙ୍ଗ ଗୁଳି କରିଚି! ହିଂସା ଠିକ୍ ଅହିଂସା ଠିକ୍ ସେ ମନେ ମନେ ଠିକ୍ କରିପାରେନା। ମାଶାଙ୍ଗ ଭଳି ଜଣେ ସରଳ ନମ୍ର ହୃଦୟରେ ହିଂସା! ବଡ଼ ଆଚମ୍ୱିତ ବୋଧ କରୁଥିଲା ସେ। ହୁଏତ ଆଉ କେତେଟା ଦିନ ଭିତରେ ସବୁ ଧାରା ପଡ଼ିଯିବ, ନିଃଶେଷ ହୋଇଯିବ। ସେମାନଙ୍କ ପରିକଳ୍ପନା। ବ୍ରିଟିଶ-ସାମାଜ୍ର୍ୟରେ ସୂର୍ଯ୍ୟ ଅସ୍ତ ହୁଏନା ଅବଶ୍ୟ; କିନ୍ତୁ କୋହିମାରେ ଘୋର ଅନ୍ଧକାର-। ଅଣ୍ଟାକୁ ଜୋରରେ ଭିଡ଼ି ନେଲେ ଗାଇଦିଲିଓ! ବାସବଦତ୍ତାର ଅଭିସାର ଏ ନୁହେଁ। ଏ ହେଉଚି ଏକ ନାଗା ରମଣୀର ବିପ୍ଳବ ସାଧନା। ରାଜା ଦୁଷନ୍ତ ଲାଗି ଏମାନେ କେବେ ବ୍ରତ ପାଳନ କରିନ୍ତିନି। ଫେରାର ଆସାମୀ ମାଶାଙ୍ଗ ଲାଗି ଏ ଅଭିସାର। ମାଶାଙ୍ଗ ବିପ୍ଳବୀ। ଏକ ଅଚିହ୍ନା ନିଭୃତି ଗୁମ୍ପା। ତାରି ଭିତରେ ମାଶାଙ୍ଗର ଆତ୍ମଗୋପନ। ଗାଇଦିଲିଓ ଭିତରକୁ ପ୍ରବେଶ କରି ଦେଖିଲା ଗୋଟିଏ ଦୀପ ମିଞ୍ଜି ମିଞ୍ଜି ହୋଇ ଜଳୁଚି। ଭିତରେ ମାଶାଙ୍ଗରୀ ଯୋଗସାଧନା। ପଦ୍ମାସନ। –ମାଶାଂଗ! ତୁମର ଏ କି ଚେହେରା? ଚମକି ପଡ଼ିଲା ଗାଇଦିଲିଓ। ବାଇଇ ତେଇଶ ବର୍ଷ ଯୁବକଟିଏ। ଆଗ ପଛର କୌଣସି ଭାବନା ନାହିଁ। ସୁଖ ଦୁଃଖର ସାଂସାରିକ ସଂଘାତ ଆଗ୍ରାହ୍ୟ କରିଲା ମୀଶାଂଶ ଅବଲୀଳାକ୍ରମେ। ଭାରତବର୍ଷ ଭବିଷ୍ୟତ ସେ ତାର ନିଜର ଭବିଷ୍ୟତକୁ ଅଲଗା କରି କେବେ ଭାବିନି। ସ୍ୱଦେଶପ୍ରେମ ହିଁ ତାର ଏକମାତ୍ର ପ୍ରେମ। ତା ଜୀବନର ସବୁଟିକ ଉତ୍ତାପ ଉନ୍ନାଦିତ ମାଶଂଶରେ ଭବିଷ୍ୟତ ଅଙ୍ଗ ଛଡ଼ା ଆଉ କିଛି ନୁହେଁ। –ତୁମର କ'ଣ ଦେହ ଖରାପ ହେଇଛି ମାଶଂଶ! –ଦେହ ଖରାପ ବା କ'ଣ? ଫେରାର ଆସାମୀର ଜୀବନ ତ କେବେ ସ୍ୱାଭାବିକ ନୁହେଁ-। –ତୁମେ ଫେରାର ହୋଇପାର କିନ୍ତୁ ଆସାମୀ ନୁହଁ। –ରାଷ୍ଟ୍ର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛି ତେବେ? ବାଧା ଦେଇ ଗାଇଦିଲିଓ ଓ କହେ, ତେବେ ବି ତୁମେ ବିପ୍ଳବୀ! କିନ୍ତୁ ଏମାନେ ଆମକୁ ଆସାମୀ ଛଡ଼ା ଆଉ କିଛି କହିବେନି ଗାଇଓ! ରାଷ୍ଟ୍ର ଆଇନ ସେ ମାନେନା ସେ ଆସାମୀ। ଗାଇଓ କୌଣସି ଜବାବ ଦେଲାନି। ମାଶାଂଗର ମୁଣ୍ଡର ବାଳଗୁଡ଼ାକ ଭିତରେ ହାତ ବୁଲାଉ ଟିକେ ପରେ ସେ କହିଲା, କୌଣସି ଆଇନ ମଧ୍ୟ ଶେଷ ପର୍ଯ୍ୟନ୍ତ କାହାରି ଉପକାରରେ ଆସେନା। ସାତ ଜଣକୁ ନେଇ ବି ଶୋଷଣ କରିହୁଏ, ସାତ କୋଟିକୁ ମଧ୍ୟ ନେଇ ହୋଇପାରେ। –ଏ କଥା କାହିଁକି କହୁଛୁ ଗାଇଓ? -ମୋଶାଂଗ! ଇତିହାସ ପଢି ମୁଁ ବୁଝିପାରିଛି, କ୍ଷମତାର ବିଷ ସଭ୍ୟତାର ରକ୍ତକୁ ବାରମ୍ୱାର ବିଷାକ୍ତ କରିଚି। ମୃଷ୍ଟମେୟଙ୍କ କ୍ଷମତାର ବିଷ କ୍ରମେ କ୍ରମେ ମଣିଷକୁ ପଙ୍ଗୁ କରିପକାଏ-। ପଙ୍ଗୁତା ଯେତେବେଳେ ନିର୍ମମ ହୋଇଉଠେ, ସେତେବେଳେ ଆସେ ବିପ୍ଳବର ମୁହୂର୍ତ୍ତ। ମଣିଷ ତାର ବ୍ୟକ୍ତିଗତ ସ୍ୱାଧୀନତାକୁ ଭିକ୍ଷା କରିବା ଲାଗି ଘଟାଏ ରକ୍ତପାତ। କିନ୍ତୁ ତୁମର ବିପ୍ଳବ ତ ଖାଲି ମଣିଷର ନୁହଁ, ରାଷ୍ଟ୍ର ପାଇଁ। ସିଧା ସଳଖ ହୋଇ ବସିଲା ମାଶଂଗ। ଗାଇଓ ଆଡ଼କୁ ଚାହିଁ ପଚାରିଲା-କ୍ଷମତାକୁ ବିଷାକ୍ତ କରିବା ଯୋଗୁଁ ହିଁ କ'ଣ ଆମେ ଆଜି ଏତେଗୁଡ଼ିଏ ଲୋକ ଜୀବନ ଦେବାକୁ ବସିବୁ? କ୍ଷମତା ଲୋଭରେ କି ଆମେ ସଂଗ୍ରାମ କରିବୁ? –ସେଇଥିଲାଗି ତ ମୁଁ ତୁମମାନଙ୍କୁ ଏତେ ଭଲ ପାଏ। ତୁମରି ଭବିଷ୍ୟତର ବାହାରେ ସେଇଥିଲାଗି ମୁଁ ମୋର ନିଜର କୌଣସି ଅଲଗା ଭବିଷ୍ୟତ ଦେଖିବାକୁ ପାଉନି ସ୍ୱାଧୀନତାର ମୁକ୍ତା ଆମେ ସଂଗ୍ରହ କରି ଆଣିବା, କାଳମକ୍ରମେ ସେଇଟା ହିଁ ଅନ୍ୟ ହାତରେ ହୋଇଉଠିବ କ୍ଷମତା ବିଷ-। ସାଧାରଣ ଲୋକଗୁଡ଼ାକ ସେଇଥିପାଇଁ ଚିରଦିନ ଧରି ଦୁଃଖ ଭୋଗ କରି ଆସୁଛନ୍ତି। ସଭ୍ୟତାର ଇତିହାସରେ ମୁଁ ଏହାଠୁ ବଳି ବଡ଼ ଅସଭ୍ୟତା ଆଉ କିଛି ଦେଖିବାକୁ ପାଉନି। –ଗାଇଓ! ତୋର କଥା ମଧ୍ୟରେ ଯେଭଳି ବ୍ୟାପକ ବିପ୍ଳବର ସ୍ୱପ୍ନ ଅଛି ବୋଲି ମନେ ହେଉଛି। –ଇତରଜନଙ୍କ ପ୍ରଭୃତ୍ୱ ଲୋପ ପାଇବ ନିଶ୍ଚୟ। ସେଥିରେ ସୁକୁମାରୀର ଗିଲାସରେ ଏକ ବିନ୍ଦୁ ଦୁଧର ସଞ୍ଚୟ ରହିବିନି। ରହିବିନି ଏଇ କାରଣରୁ ଯେ ନୂତନ କ୍ଷମତାର ଚାବୁକ ପୁଣି ଆସି ପଡ଼ିବ ରାସ୍ତାର ଏ ସାଧାରଣ ମଣିଷ ପିଠିରେ।